ଏହି କାରଣରୁ ନୂଆ ଓ ପୁରୁଣାର ଦ୍ୱନ୍ଦ୍ୱ। ନୂଆ ଲୋକ ହଠାତ୍ ବାରିଦିଏ-ସେମିତି ଚଟ୍ କରି ତାହାର ମତାମତ ପ୍ରକାଶ କରେ। ପୁରୁଣା ଲୋକ-ତାହାର ମତାମତ ଭାବିଚିନ୍ତି ବୁଝି ବିଚାରି ପ୍ରକାଶ କଲାବେଳକୁ ମିସଲ୍ ବରଖାସ୍ତ। ତେଣୁ ନୂଆ ଲୋକର ମତାମତକୁ ପରଖ କରି ତାକୁ ମଞ୍ଜୁର ଦେବା-ଆଉ ଯଥା ଶୀଘ୍ର ମଞ୍ଜୁର ହେବା-ସମ୍ଭବ ନୁହେଁ। ଏହାର କାରଣ ହେଉଛି ଯେ ନୂଆ ଲୋକ ଓ ନୂଆ କଥା ସମକାଳୀନ ସମାଜର ଅଚିହ୍ନା-ଅଜଣା-ଅଶୁଣା। ସମସ୍ତେ ବିବେଚନା କରି ଠିକ୍ କରନ୍ତି ଯେ ନୂଆ ଲୋକଟି ଯିଏ ଆସିଲା ଆଉ ନୂଆ କଥା କହିଲା ଅବା ନୂଆ କଥା କହିଛି ଓ କହୁଛି ବୋଲି ଡାକଫୁକାର କଲା ସେ ଅସଲି କି ନକଲି ଓ ସଚ୍ଚୋଟ କି ଭଣ୍ଡ ଏତକ ପରୀକ୍ଷା କରିବାକୁ ସମୟ ଦରକାର। ସେ ସମୟ ସାହିତ୍ୟରେ ଖୁବ୍ କମ୍ରେ ବାରବର୍ଷ କିମ୍ବା ତାହାର ଅଧା ଛଅବର୍ଷ। ଏହି ସମୟ ମଧ୍ୟରେ ସେ ଲୋକ ସହିତ ପରିଚୟ, ଆଳାପ ଓ ଘନିଷ୍ଠତା ହେବ। ତାହା ସହିତ ମୁହାଁମୁହିଁ ପରଖରେ ସେ ନିଜେ ନିଜ କଥା କହୁଛି କି ମାଗି ଆଣିଛି ଅବା ଚୋରି କରିଛି-ସେତକ ବୁଝା ପଡ଼ିଯିବ। କାରଣ କିଛି ଦିନ ମଧ୍ୟରେ ଲେଖକର ବ୍ୟକ୍ତିତ୍ୱ ତାହାର ଚିନ୍ତାଧାରାର ବାହକ ଓ ସ୍ପଷ୍ଟ ସୂଚକ ହୋଇଯାଏ। କଥା ଭାଷାରେ ଓ ମତାମତ ଦିଆନିଆରେ ସେ ଚର୍ବିତଚର୍ବଣ କରୁଛି କି କ'ଣ କରୁଛି ବୁଝାପଡ଼ିଯାଏ। ତାହାର ଜୀବନ ଦର୍ଶନ ଓ ଜୀବନର ଧାରା ଦେଖାଯାଏ। ଯେତେବେଳେ ସ୍ପଷ୍ଟ ହୃଦବୋଧ ହୁଏ କି ଲୋକଟିର ସ୍ୱକୀୟ ଓ ସ୍ୱତନ୍ତ୍ର ଦର୍ଶନ ଅଛି ଓ ତାହାର ଚିନ୍ତାଧାରା ତାହାର ନିଜସ୍ୱ ହୋଇ ସ୍ପଷ୍ଟ ହୋଇ ପାରିଛି ସେତେବେଳେ ତାକୁ ସ୍ୱୀକୃତି ଦିଆଯିବାରେ ବାଧା ନ ଥାଏ। କାରଣ ମନର ଓ ମସ୍ତିଷ୍କର ଜାତିବିଭାଗ ନାହିଁ। ବର୍ଣ୍ଣାଶ୍ରମ ଧର୍ମ ନାହିଁ। ପାଠକର ଚେତନା ଠିକ୍ ଲୁହା ଚୁମ୍ବକ ପାଖକୁ ଗଲାପରି ଚାଲିଯାଏ। ସେହି ସ୍ୱାଭାବ ସହଜ ସ୍ୱୀକୃତି ଆପଣା ଛାଏଁ ବାହାରି ଆସେ-ଆମେ କୋଇଲିର ମଧୁର ଗୀତ, କୁଳୁକୁଳୁ ହେଇ ବହିଯାଉଥିବା ଝରଣାର ସଙ୍ଗୀତ ଅବା ନିଷ୍ପାପ ଶିଶୁର ଚେତନ-ଧର୍ମୀ ବାଚାଳତାର ମର୍ମର ପ୍ରତି ସ୍ୱଭାବ ସହଜ ଭାବରେ ଆକୃଷ୍ଟ ହେଲା ପରି ନୂଆ ଲେଖକର ନୂତନତ୍ୱର ମହକରେ ବିଭୋର ହୋଇପଡ଼ୁ। ଏଇଥିରେ ଏବେ ଅଡ଼ୁଆ ଆଣିଛି ସଂଗଠନ। ସଂଗଠନ ହେଉଛି ଗୋଟାଏ ପ୍ରକାର ଦୁର୍ନୀତି। ଆମର ଲେଖକ-ଆମ ଥାନାର ଲେଖକ-ଆମ ଜିଲ୍ଲାର-ଆମ ଅଞ୍ଚଳର-ଏହି ପ୍ରକାରର କଥାଗୁଡ଼ିକ ଗୋଟିଏ ଉଦ୍ଭଟ ମୂଲ୍ୟବୋଧକୁ କଥା ଜୋରରେ ସ୍ୱୀକୃତ କରାଇ ନେବାକୁ ପ୍ରୟାସ କରେ। ଏହାକୁ ବିଜ୍ଞାପନର କୌଶଳ ବୋଲି ବୁଝିଲେ ମଧ୍ୟ କ୍ଷତି ନାହିଁ। କିନ୍ତୁ ଯେତେବେଳେ ବିଜ୍ଞାପନର ପ୍ରଚାର ପରାହତ ହୁଏ ସେତେବେଳେ ସେହି ବିଜ୍ଞାପନର ସୂତ୍ରଧରମାନେ ବିବିଧ ପ୍ରକାରର ଭଙ୍ଗାରୁଜା କାମ କରିବାକୁ ବାହାରନ୍ତି। କଥାରେ ହେଲେ ଏହାର ନାମ କୁତ୍ସା। ଆଉ ଟିକିଏ ତଳକୁ ଗଲେ ଏହା ହୁଏ କାଦୁଅ ଫୋପଡ଼ା। ଠିକ୍ ଆଦିମ ସମାଜର ଅବା ଅଳ୍ପ ଚେତନଶୀଳ ପରିବେଶର ଅଣ୍ଟାହଲା କଳିତକରାଳ ପରି। ସାହିତ୍ୟରେ ଏହାର ଅସ୍ତ୍ର ହେଲା-ସେ ନିଜେ ଲେଖି ନାହିଁ। ଚୋରି କରି ଆଣିଛି। ସାହିତ୍ୟ ସୃଷ୍ଟି ନ କରି ରଚନା ଲେଖିଛି। ଅବା ଯାହା ଜାଣେ ନାହିଁ ସେହି ବିଷୟରେ ବସି ଯାହା ମନକୁ ଆସିଲା ଲେଖିଛି। ବିଜ୍ଞାପନରେ ଆସ୍ଥାବାନ୍ ଲୋକେ ଓ ସଂଗଠନ-ପ୍ରେମୀମାନେ ଏଥିରେ କଥା ଓ କଲମକୁ ଚଳାନ୍ତି। କିନ୍ତୁ